ସେମାନେ। ହୃଦୟବାନ୍ ସାହିତ୍ୟିକ ନୁହନ୍ତି। ସେମାନେ ଭାଷାର ବିଜ୍ଞାନୀ। -ଲାଜର କଥା। ମୁଁ ବି ସେଇଆ କହିଥାଏ ମାନମୟୀକୁ। ସେ କ'ଣ କୁହେ ଜାଣିଛ? -କ'ଣ? -ମାନମୟୀ କହେ ଯେ ଏଇ ବିରାଟ ବିଶାଳ ସଂସାରରେ ଛୋଟିଆ ମଣିଷଟିଏ ଯେଉଁ ପ୍ରଶ୍ନରେ ଝୁଣ୍ଟିବ ତାହାର ଉତ୍ତର ନାହିଁ ବୋଲି ଜାଣିବ। ସେ ଉତ୍ତର ଆମେ ଦେଉ ମନ ଭିତରେ-ମନର କଷଟିରେ। -ବଡ଼ ମଉଜିଆ ଅଧ୍ୟାୟ ପାଇଥିଲେ, ଭଜକୃଷ୍ଣ? -ସେ ପରା ବୁଝାଇଥିଲା ଯେ ମଉଜ ମଜଲିସର ଆଇନ କାନୁନ ଅଛି। ଧୈର୍ଯ୍ୟ ସଂଯମ ଭିତରେ ମଉଜ ମଜଲିସ ବଡ଼ ସୁଖକର। ଜୀବନର ଯାତ୍ରାପଥକୁ ସରଳ, ସହଜ, ସୁଗମ କରିବାକୁ ସେ ଅସୁମାର ଉପଦେଶ ଦିଏ। -କ'ଣ ସେଗୁଡ଼ାକ? -ବହୁତ କଥା। ବେଳ ଅବେଳରେ ପାଠପଢ଼ା, କଥାଭାଷା ଭିତରେ କହିଯାଏ ବଞ୍ଚିବାର ନିୟମ। ଯାହାର ଯେଉଁଠି କ୍ଷମତା ଅଛି ତାକୁ ଜବାବ ଦବ ନାହିଁ। -ଏଥିରେ ଏତେ ମିଠା କ'ଣ ପାଇଲ? -କଥାରେ ନୁହେଁ ଯେ କେବଳ ବୁଝାଇ କହିବାରେ। ସେ ବୁଝାଇ ଦିଏ ସବୁ ଦିନକୁ ମନେ ରଖିବାକୁ। କର୍ତ୍ତବ୍ୟ, କାର୍ଯ୍ୟ, ଯୁକ୍ତି ଇତ୍ୟାଦି ଶବ୍ଦ ନ ଲଗାଇ କହିଦିଏ ଯେ ଆମେ ମଣିଷ-ଭଲରେ ରହିବା-ଲୋକେ ଆମକୁ ଭଲ ବୋଲି କହିବେ। ଆନନ୍ଦ କରିବା ପାଇଁ ବାଟ ମଧ୍ୟ ହୁଡ଼ିବା-ପାପ, ଅନୀତି କିଛି କିଛି କରିବା-କିନ୍ତୁ ଆମେ ଯେମିତି ନିଜ ପାଖରେ ବି ଦୋଷୀ ହେବା ନାହିଁ। -ମାନମୟୀ ତୁମକୁ ଭଲ ପାଉଥିଲା ତାହା ହେଲେ? -ନିଶ୍ଚୟ କଥା। ସେ ବୁଝାଇ ଦେଉଥିଲା ଯେ ଆମେ ପର ମଣିଷକୁ ପର କରି ରଖିଥିବୁ। କିନ୍ତୁ ଏତକ ଯେତେବେଳେ ସମ୍ଭବ ନୁହେଁ ସେତେବେଳେ ଠିକ୍ ସରକାରୀ କର୍ମଚାରୀଙ୍କ ପରି ସବୁ ଆଡ଼କୁ ଦୃଷ୍ଟି ଦେଇ ଚୋରି କରିବାକୁ ହେବ। -କ'ଣ ସବୁ ତାହାହେଲେ ହେଉଥିଲା? -ମାନମୟୀର ମତ ହେଲା ଯେ ମଣିଷ ତାର ସ୍ୱଭାବ ନେଇ ଚୋର, ଠକ, ଧପ୍ପାବାଜ, ମିଛୁଆ। ତାହାର ଆଉ ଗୋଟାଏ ଗୁଣ ହେଲା ଯେ ଏହି ଦୋଷକୁ ସେ ନିଜଠାରେ ମୋଟେ ଦେଖିପାରେ ନାହିଁ; କିନ୍ତୁ ଅନ୍ୟ ଲୋକଠାରେ ବହୁତ ବେଶି ଦେଖି ପାଇଯାଏ। -ଚରିତ୍ର ବଡ଼ ବିଚିତ୍ର-ଭଜକୃଷ୍ଣ। -ଠିକ୍ କହିଲ ମାନମୟୀର ତୁଣ୍ଡକୁ ଛଡ଼ାଇ ଆଣି ପାରିଲା ପରି। ମାନମୟୀ ଖୋଲା ଖୋଲି କହେ ଯେ ସୁସ୍ଥ ସବଳ ଶରୀରରେ ଅପରକୁ ଭଲ ନ ପାଇ ଜୀବନ କଟାଇବା ବଡ଼ ଆଶ୍ଚର୍ଯ୍ୟ କଥା- -ସେଠିକାର ମତ ହେଲା ଯେ ବିଭା ହେଇ ମଧ୍ୟ ଅପରକୁ ଭଲ ପାଇବ? -ହଁ। ସେଇଆ ସେ କହେ। କହେ ଏତେ ଲୁଚାଚୋରା କଥା କ'ଣ? ଅନ୍ୟ ପୁରୁଷକୁ ଭଲ ନ ପାଇଲେ ଏଇ ସୃଷ୍ଟିର ନିୟମ ଭୁଲ୍ ହେଇଯିବ। ତେବେ ତାହା ସାଙ୍ଗରେ ପେଡ଼ିପୁଟୁଳା ଧରି ପଳାଇବା ନାହିଁ। କାରଣ ମଣିଷ ସବୁବେଳେ ତାହାର ଆଦ୍ୟ ଚକଡ଼ାରେ ଭଲ ଉଧାଏ। ଏଣେ ତେଣେ ପର୍ଯ୍ୟଟକ ସାଜିଲେ ସୁବିଧା କରିପାରେ ନାହିଁ। -ଏଇସବୁ କଥାଭାଷା ଖାଲି ରଙ୍ଗମଞ୍ଚରେ ସମ୍ଭବ। -ଜୀବନରେ ମଧ୍ୟ ସମ୍ଭବ ବୋଲି ମୁଁ ଜାଣିଲି। ତେବେ ଜୀବନରେ ଏହି ଭାବ ବିନିମୟ ଟିକିଏ ଗୁଳାଛାଡ଼ି ଏଣେତେଣେ ଯାଏ। -ତାଙ୍କର ପରିବାରର ଜୀବନ କେମିତି? -କହି ପାରିବି ନାହିଁ। ସଂସାରଟା ଚାଲିଛି ସହାବସ୍ଥାନ ଉପରେ ଭଲ ପାଇବା ଦେଖାଇ ହୁଏ, ବୁଝାଇ ହୁଏ। କିନ୍ତୁ ତା'କୁ ଜୀବନଭରା ବନ୍ଧା ଦେଇ ହୁଏ ନାହିଁ। ଏଇ ମୋର କଥା ନୁହେଁ-। ମାନମୟୀର କଥା। -ସେ ତୁମକୁ ଆଛନ୍ନ କରି ରଖିଛି। -ଏମିତି ଆଛନ୍ନ କରି ରଖିବା ପାଇଁ ସେ ହକ୍ଦାର। ଦେଇ ନେଇ ବୁଝେଇ ଶିଖେଇ ସେ ମତେ ମୋରିପରି କରି ଦେଇଛି। -ଆଉ କିଛି? ଭଜକୃଷ୍ଣ ଚମକି ପଡ଼ିଲା। ତାହାର ମନେ ପଡ଼ୁଥିଲା ଯେ ସେ ଗୋପନୀୟତାର ନିୟମରେ ବନ୍ଧା। ପ୍ରତ୍ୟେକ ଲୋକର କିଛି ଗୋପନ କଥା ଥାଏ। ସେଥିରେ ବଣିଜ କରିବା ନାହିଁ-। -ଖାଲି କଥାଭାଷାରେ ଏତେ ବଡ଼ ନାଟକ ଶେଷ ହୋଇଗଲା? -କିଏ କହିବ ରମାକାନ୍ତ? ଚିନ୍ତାରୁ କଥା-କଥାରୁ କାମ-କାମରୁ ବିରୋଧ-ଏସବୁ ହେଲା ସଂସାରର ପାହାଚ। ଅଳକା ସାଙ୍ଗରେ କିଛି ସମୟ କଟାଇଲେ ନିଜେ ଅନେକ କଥା ବୁଝି ପାରିବ। -ଓଃ, ଅଳକା ମାନମୟୀ ପାଖରେ ଗୋଟିଏ ସାଧାରଣ ନାରୀ। ମାନମୟୀ ବୁଝାଇଥିଲେ ଯେ ଦୂରରୁ ଦେଖିବାକୁ ସମସ୍ତେ ଏକା ପ୍ରକାରର। ମଣିଷ ମାତ୍ରେ ହେଲା ସାଧାରଣ। ଅତି ନିରେଖି ପାଖରେ ଦେଖିଲେ ତାହାର ଅସାଧାରଣ ଗୁଣଟି ବୁଝାପଡ଼େ।